ଧନ୍ୟ ଭାରତର ଭୂମି! ଭାରତୀୟର ରକ୍ତରେ ରକ୍ତରେ ଧର୍ମ ଶୋଣିତ ପ୍ରବାହିତ। ହିନ୍ଦୁର ପ୍ରତିକାର୍ଯ୍ୟରେ ଧର୍ମର ମୋହର। ଭାରତ ସନ୍ତାନର ଖାଦ୍ୟ ପେୟ ପରି ଧର୍ମ ମଧ୍ୟ ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଅଂଶ ବିଶେଷ। ଆଜି ଧର୍ମ ଧର୍ମ ଉଚ୍ଚାରଣ କରି କୋଟି କୋଟି ଭାରତ ସନ୍ତାନ ଭ୍ରମଣ କରୁଅଛନ୍ତି। ଜଗନ୍ନାଥ ସେହି ଭାରତର ରକ୍ତରେ ଜନ୍ମ। ଧର୍ମ ତାହାଙ୍କ ହୃଦୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ବସିଛି। ସେ ସେଥିପାଇଁ ଆଜି ଦୁଃଖରେ, କ୍ଷୋଭରେ ଯନ୍ତ୍ରଣାରେ କାତର। ତାଙ୍କର କଣ କେହି ନାହିଁ। ପ୍ରେମମୟ ଜନକ ଜନନୀ, ସ୍ନେହମୟ ଭ୍ରାତାଭଗ୍ନୀ, ବିଦ୍ୟା, ଉଚ୍ଚପଦ ସୁଖ୍ୟାତି ସୁନାମ ସବୁ ଅଛି। କିନ୍ତୁ ତାଙ୍କର ସତ୍ୟପିପାସୁ ହୃଦୟର ତହିଁରେ ତୃପ୍ତି ନଥିଲା। ସେ ଦେଖିଲେ ମନୁଷ୍ୟ ସଂସାରରେ ସବୁ ପାଇଲେ ସୁଦ୍ଧା ଈଶ୍ୱରଙ୍କୁ ନ ପାଇଲେ ସେ ଯେପରି କିଛି ପାଇନାହିଁ। ସଂଧ୍ୟା ସମୟରେ ବେହେରା ହାରକିନି ଜାଳି ଦେଇ ମେଜ ଉପରେ ରଖିଗଲା। ଜଗନ୍ନାଥ ମେଜ ଉପରକୁ ଆସି ଖଣ୍ଡେ ପତ୍ର ଲେଖିବାକୁ ବସିଲେ। ଦୁଇଦିନ ହେଲା ବୀରବାବୁଙ୍କୁ କୌଣସି ପତ୍ର ଦେଇ ନାହାନ୍ତି। ଆଜି ପାଞ୍ଚ ବର୍ଷ ମଧ୍ୟରେ ବୀରବାବୁ ଦୁଇଟି କନ୍ୟାର ଜନକ ହୋଇଛନ୍ତି ବୋଲି ସେ ଶୁଣିବାକୁ ପାଇଛନ୍ତି। ବୀରବାକୁ ବାସ୍ତବିକ ସୁନ୍ଦର ଓ ଭାଗ୍ୟବାନ୍। ଜଗନ୍ନାଥ ବୀରବାବୁଙ୍କ ବିଷୟ ଚିନ୍ତା କରିବାକୁ ଲାଗିଲେ। ସେ କାହିଁକି ଖ୍ରୀଷ୍ଟିୟାନ୍ ଘରେ ଜନ୍ମ ନ ହେଲେ। ସେ ବୀରବାବୁଙ୍କ ପରି ଶୁଭଗ ଜୀବନ ଯାପନ କରି ପାରିଥାନ୍ତେ। ସେ କ୍ଷୋଭରେ ଚିରପ୍ରିୟ ପ୍ରାଣବନ୍ଧୁ ପାଖକୁ ପତ୍ରାରମ୍ଭ କଲେ। କିନ୍ତୁ ହୃଦୟର ଭାବ ଲିପିବଦ୍ଧ କରି ପାରିଲେ ନାହିଁ। ଏଣୁ ତେଣୁ ପତ୍ର ଲେଖି ଶେଷକଲେ। ଖାଇସାରିବା ପରେ ନିଦ ଆସିଲାନି। କଣ କରିବେ! ଏହିପରି କେତେଦିନ କଟିବ? ସେ ଭାବିଲେ ଖ୍ରୀଷ୍ଟଧର୍ମକୁ ସତ୍ୟ ଭାବି ସୁଦ୍ଧା ଗ୍ରହଣ କଲେ ଲୋକେ ନିନ୍ଦା କରିବେ। ନାନା କୁକଥା କହିବେ। କହନ୍ତୁ ଚିନ୍ତାନାହିଁ। ହେଲେ ପିତାମାତା ସେମାନେ କଣ କହିବେ? ତାଙ୍କ ଅର୍ଥରେ ମଣିଷ ହୋଇ ଜାଣିଶୁଣି କିପରି ତାଙ୍କ ହୃଦୟରେ ଆଘାତ ଦେବେ? ଜଗନ୍ନାଥ ଅନେକ ଭାବିବାକୁ ଲାଗିଲେ। ବାପାଙ୍କୁ ମନେପକେଇ କାନ୍ଦିବାକୁ ଲାଗିଲେ। ଅଶ୍ରୁକଣାରେ ତାଙ୍କ ଉପାଧାନ ସ୍ତିକ୍ତ ହେଲା। ରାତି ବାରଟା ହେଲା। ତଥାପି ତାଙ୍କର ନିଦ୍ରା ନାହିଁ। ବହୁକ୍ଷଣ ଭାବନା ପରେ ସେ କର୍ତ୍ତବ୍ୟ ଅବଧାରଣ କଲେ। ପରଦିନ ଦଶଦିନ ଛୁଟି ନେଇ ସେ ଗ୍ରାମକୁ ଯାତ୍ରା କଲେ। ଗେହ୍ଲେଇ ଭୋଜନାନ୍ତର ଗୃହତଳେ ବସ୍ତ୍ରାଞ୍ଚଳ ବିଛାଇ ଦେଢ଼ବର୍ଷର ପୁଅ ସହିତ ବିଶ୍ରାମ କରୁଅଛନ୍ତି। ଆଜିକାଲି ଗେହ୍ଲେଇର ଚେହେରା ଅନେକ ବଦଳି ଯାଇଚି। ସେ ସବୁବେଳେ ଜଗନ୍ନାଥ ବିଷୟ ଭାବୁଚି। ଜଗନ୍ନାଥ ଗୁଣବାନ୍। ମାସିକ ଚାଳିଶ ଟଙ୍କା ପଠାଏ। ଏଡ଼େ ସୁଶୀଳ ଜଗନ୍ନାଥ ଆଜିକୁ ତିନିବର୍ଷ ହେଲା ଘରକୁ ଆସିଲାନାହିଁ। ବିବାହ କଲା ନାହିଁ। କାହିଁକି ସେ ପତାମାତାଙ୍କ କଥା ଆଗ୍ରାହ୍ୟ କଲା! କାହିଁକି ସେ ବିଦେଳରେ କାଳ କାଟୁଚି? ସେ ତ ଏଇ ଗାଁଆକୁ ଏତେ ଭଲ ପାଏ। କିନ୍ତୁ ମାଆର ଇଛାରେ ଚାଲିବାକୁ ସେ ପ୍ରସ୍ତୁତ ନୁହେଁ କାହିଁକି? ଗେହ୍ଲେଇ ନାନା କଥା ଭାବୁ ଭାବୁ ଭୋବନାର ପୁଅ ନିଧିଆକୁ କୋଡ଼କୁ ଆଉଜେଇ ଆଣି ଶୋଇ ଦେବାକୁ ଚେଷ୍ଟା କଲା। ସେଇ ସୁନ୍ଦର ଶିଶୁର ସ୍ୱର୍ଗାୟ ଅମୃତମୟ ଛବି ଦେଖିବାକୁ ଲାଗିଲା। ସତରେ ପିଲାକାଳେ ନାଥିଆ ଏହାଠାରୁ ବଳି ଆହୁରି ସୁନ୍ଦର ହୋଇଥିଲା। ଏହିପରି ନାନାକଥା ଭାବୁ ଭାବୁ ଗେହ୍ଲେଇ